ନିଜ ଘର ଭିତରକୁ ଆସି କୋଟର ବୋତାମ ଖୋଲୁ ଖୋଲୁ ସ୍ୱତଃସିଦ୍ଧ ଭାବରେ ସେ ସ୍ଥିର କଲେ-ରାଷ୍ଟ୍ର ଓ ସମାଜ କୌଣସି ଗୋଟିଏ ହେଲେ ନାରୀର ବ୍ୟକ୍ତିଗତ ଅନିୟମକଚ ବୋଲି ମାନି ନେଇ ପାରେନା। ଖୁଣ୍ଡୀକୁ କ୍ଷମା କରାଯାଇପାରେନା ବିଚାର ଅଦାଲତାରେ ଅନୁମତି ବ୍ୟତୀତ। ଯାହା ହୋଇଛି ଭଲ ହୋଇଛି। ସାରାଜୀବନ ଆସାମୀ ହୋଇ ରହୁଥାନ୍ତ ମଶାଙ୍ଗ। କୌଣସି ଦିନ ସୁଖର ସଂସାର ଗଢି ତୋଳି ପାରି ନ ଥାଆନ୍ତା। ବିଚାରର ସୁଯୋଗ ପାଇଚି ସେ। ବିଚାରର ସମସ୍ତ କିଛି ବ୍ୟୟଭାର ସେ ନିଜେ ବହନ କରିବେ। ଫୌଜଦାରୀ ଆଇନର ସବୁଠାରୁ ବଡ଼ ବିଶେଷଜ୍ଞମାନଙ୍କୁ ଅର୍ଥ ଦେଇ ସେ ନିଯୁକ୍ତ କରିବେ। ଏହାଠୁ ବଳି ବେଶି ସୁବିଡ଼ା କେଉଁ ସ୍ନେହାନ୍ଧ ପିତା ଦେଇପାରନ୍ତା? ମାଶାଙ୍ଗର ଫାଶି ହୁକୁମ ହେଲା। ବୋଧହୁଏ ବୟସ ବେଶି ହୋଇନି ବୋଲି ଲାଟସାହେବ ଫାଶି ହୁକୁମ ମଞ୍ଜର କଲେ ନାହିଁ। ଦେଲେ। ଜା ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ। ସେଦିନ ସନ୍ଧ୍ୟାବେଳେ ମି ଲୁଥର ପଚାରିଲେ-ଆଜିର ଖା କାଗଜ ପଢିବୁ ମା? –କାଗଜ, କି କାଗଜ ବାବା? –ଦୈନିକ ଖବର କାଗଜ। –ନା, ମୁଁ ଖବର କାଗଜ ପଢା ବନ୍ଦ କରିଦେଇଛି। –କାହିଁକି ମା? –କାହିଁକି ଯେ ଛାଡ଼ି ଦେଇଛି ଠିକ୍ ମନେ ପଡ଼ୁନି। –କାରଣ ତ ନିଶ୍ଚୟ ଗୋଟାଏ ଅଛି ଥିବ! –ଗୋଟାଏ କାହିଁକି ବହୁତ। କିନ୍ତୁ ଆଜିକାର କାଗଜ ପଢ଼ିବା କଥା କାହିଁକି ପଚାରିଲେ ବାବା। ସାହେବ ଟିକିଏ ଚୁପ ରହିଲେ; ତାପରେ କହିଲେ-ମାଶାଙ୍ଗରୀ ବିଚାର ହେବ ଏକ ସ୍ପେଶାଲ ଟ୍ରିବ୍ୟୁନାଲରେ। ଭଗବାନଙ୍କର ଦୟା ନାହିଁ, ଥିଲେ ବିଚାରେ ଭାର ପଡ଼ନ ପଡ଼ିନନ୍ତାନି ସେଇ ଫାଶି ଜଳଟା ଉପରେ। ''ଫାଶିର ଜକ? '' ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଲା ଗାଇଓ। ଛଅ ମାସ ପରେ ଗାଇଓ ଶୁଣିବାକୁ ପାଇଲା–ମାଶାଙ୍ଗ ଆନ୍ଦାମାନ ଯାଉଛି। ନୂତନ ଦେଶ, ନୂତନ ଆବହାୱା, ନୂତନ ପରିବେଶ, ତାକୁ କେତେ ଭଲ ଲାଗିବ ଗାଇଓ ଜାଣେନା। ସମ୍ଭବ ବି ନୁହେଁ। ମାଶଙ୍ଗ ଯିବାର କିଛିଦିନ ପରେ ଗାଇଓ ଯାଇଥିଲା ବ୍ରହ୍ମପୁର କୂଳକୁ ବୁଲି। ଏକା ଏକା-। ବୁଢା ଡ଼୍ରାଇଭରଟା ଗାଡ଼ିରେ ବସିଥିଲା। ବ୍ରହ୍ମପୁରୁ ଜଳ ଅତି ଶାନ୍ତ ମନେହେଲା ତାକୁ। ସ୍ରୋତ ଅଛି, ତରଙ୍ଗ ନାହିଁ। ଜଳ ତାକୁ ଟାଣେ, ଟାଣେ ତାକୁ ମାଶାଙ୍ଗର ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟା। ସିଂହ ଭଳି ସରୁ ଅଣ୍ଟାଟିଏ ମାଶାଙ୍ଗର। ବୁକୁର ଚଉଟା ଛାତିଟା ଥିଲା ଲୁହା ଭଳି ଅତି ଟାଣ। ଲମ୍ୱା ଲମ୍ୱା ଆଙ୍ଗୁଠିଘୁଡ଼ାକ ଦେଖିଲେ ତାର ମନେ ହେଉଥିଲା ମାଶାଙ୍ଗ ଗୋଟିଏ ଶିଳ୍ପୀ। ଭଗବାନଙ୍କ ଇଚ୍ଛା ନ ଥିଲା ଏ ଆଙ୍ଗୁଠିଗୁଡ଼ାକ ପିସ୍ତଲ ସ୍ପର୍ଶ କରୁ ବୋଲି। ତଥାପି ତା ହେଲା। ଭାଗ୍ୟର ନେଇ ଲୁଥର ସାହେବଙ୍କର ସବୁବେଳେ ଚିନ୍ତା; କିନ୍ତୁ ଗାଇଓ ପାଖରେ କୌଣସି ରହସ୍ୟ ନାହିଁ। ଶକ୍ତିଶାଳୀ ମୁଠା ମଧ୍ୟରେ ଦୁର୍ବଳମାନେ ଚିରଦିନ ରହସ୍ୟର ସନ୍ଧାନ ପାଇଥାଆନ୍ତି। ଗୁହା ଗହ୍ୱରର ମଣିଷଗୁଡ଼ାକ ଦେହରେ ଦେହକୁ ଘଷି ସେ ବରଫ ଭିତରେ ଅଗ୍ନିକୁ ସ୍ଫୁଲିଙ୍ଗ ଦେଖିବ-ଦରକାର ହେଲେ ସେ ବି ଫାଶିଖୁଣ୍ଟରେ ଝୁଲିବା ପାଇଁ ନିଜକୁ ପ୍ରସ୍ତୁତ କରିବ। ସେଇଦିନଠାରୁ ଗାଇଓ ଚାଲିଚି ଗାଁରେ ବିଦ୍ରୋହ ଦିହୁଡ଼ ଜଳେଇ। ଲୁଚା ଛପା କାରବାର। ଲାକେମା ସରକାରୀ ଗେଷ୍ଟହାଉସ ପାଖରେ କ୍ୟାମ୍ପ ପଡ଼ିଥାଏ। କୁକୀ ଚୌକୀଦାରର ବିଶ୍ୱାସଘାତକତା ହେତୁ ସେଦିନ ଗାଇଓ ଶୃଙ୍ଖଳିତା ହେଲା ଅର୍ଦ୍ଧରାତ୍ରି। ଗାଇଦିଲିଓ ଗିରଫଦାରିରେ ଚାଞ୍ଚଲ୍ୟ ଖେଳିଉଠିଲା ସେଦିନ ନାଗା ପାହାଡ଼ରେ। ଗିରଫ କରି ପୁଲିସ ଉ ପଠେଇ ଦେଲା କୋହିମାକୁ। ବିଚାରରେ ବିପ୍ଳବନୀର ଦଣ୍ଡାଦେଶ ହୁଏ ଚଉଦ ବର୍ଷ କାଳ। ସଶ୍ରମ କାରାଦଣ୍ଡ। ଏପରି ଜଣେ ତରୁଣୀର ଅପୂର୍ବ ବୀରତ୍ୱ କାହାଣୀ କୌଣସି ସମ୍ୱାଦପତ୍ରରେ ପ୍ରକାଶିତ ହୋଇ ନଥିଲା। କାରଣ ନାଜା ଅଞ୍ଚଳରେ ପ୍ରବେଶାଧିକାର ଥିଲା ସମ୍ପୂର୍ଣ୍ଣ ନିଷିଦ୍ଧ ସରକାରୀ ନି ଓ ନିୟନ୍ତ୍ରିତ। ବିଦେଶୀ ରିପୋର୍ଟ ଏବଂ କାହାଣୀରେ ଡାହାଣୀ ଏବଂ ଯାଦୁକାରିଣୀ ଭାବରେ ଗାଦିଲିଓ ଅଭିହିତ କରାଯାଇଚି। ଦେଶର ଲୋକେ ଏଇ ନାଗା କୁମାରୀର ସ୍ୱାଧୀନତା-ସଂଗ୍ରାମର ଅସୀମ ସାହାସିକ ବିବରଣୀ ପ୍ରଥମେ ଶୁଣିବାକୁ ପାଇଲେ ଜବାହା ଜବାହାରଲାଲ ନେହେରୁଙ୍କଠାରୁ।